'' ମୂକ, ବଧୀର, ଅଥର୍ବ ଭଳି ହେମକାନ୍ତ ଲାଳସାମୟ ମୁଖମଣ୍ଡଳକୁ ଚାହିଁରହେ ଚନ୍ଦ୍ରାବତୀ.. ''ନାଁ, ଜୀବନ ଲୋଭୀ ଚନ୍ଦ୍ରାବତୀ ଯେ କେବଳ ଏ ଜନ୍ମପାଇଁ ଆପଣଙ୍କର। '' ପ୍ରେମିକ ପ୍ରେମିକାଙ୍କର ଏ ଗୋଟିଏ ଆଦିମ ଅଭିବ୍ୟକ୍ତି। ଏଥିରେ ନୂତନତା ନାହିଁ, ନୂତନ ସୌନ୍ଦର୍ଯ୍ୟ ବୋଧର ଆବେଗ ନାହିଁ। ପ୍ରତ୍ୟେକ ପ୍ରେମିକ ହିଁ ପ୍ରତ୍ୟେକ ପ୍ରେମିକାଙ୍କଠାରୁ ଠିକ ଏମିତି ପଦେ କଥା ଶୁଣିବା ଆଶ୍ଚର୍ଯ୍ୟକର କଥା ନୁହେଁ। ଚନ୍ଦ୍ରାବତୀର କଥା ଶୁଣି ହସେନି ହେମକାନ୍ତ। କେବଳ ବେଦନାଭଗ କଣ୍ଠରେ ଅନୁଯୋଗ କରି କହେ—''ଚନ୍ଦ୍ରାବତୀ! ତୁମ ଅତୀତକୁ ମୁଁ ଭୁଲିଛି। ତୁମ ବର୍ତ୍ତମାନକୁ ମୁଁ ପ୍ରଶ୍ରୟ ଦେଇଛି। ତୁମେ ମଧ୍ୟ ତୁମ ଅତୀତକୁ ଭୁଲ। ବର୍ତ୍ତମାନର ସ୍ୱପ୍ନ ଦେଖ। '' ହସି... ହସି ପ୍ରତିବାଦ କରେ ଚନ୍ଦ୍ରାବତୀ ''କିନ୍ତୁ ଏ କ'ଣ ସମ୍ଭବ ହେମକାନ୍ତ ବାବୁ। ଯେଉଁ ଜୀବନର ଦୌଡ଼ରେ ଯୋଗ ଦେଇ ମୁଁ ମୋର ଅତୀତ ହରାଇଛି, ସେ ଦୌଡ଼ ଯେ ଆଜି ମଧ୍ୟ ଶେଷ ହୋଇନି। ତେବେ ମୁଁ ମୋର ଅତୀତକୁ ଭୁଲିବି କେମିତି? '' ଚନ୍ଦ୍ରାବତୀର ଯୁକ୍ତି ଶୁଣି ସ୍ଥିର ହୋଇ ବସିଥାଏ ହେମକାନ୍ତ। ଆନମନା ହୋଇ କଥାର ଆଳ ଦେଖାଇ ପଳାଇଯାଏ ଚନ୍ଦ୍ରାବତୀ। ଚନ୍ଦ୍ରାବତୀ ଭାବେ—ବାସ୍ତୁହରା ମଣିଷର ଭବିଷ୍ୟତ ନାହିଁ, ବର୍ତ୍ତମାନ ନାହିଁ, ଅଛି କେବଳ ଏକ ବିରାଟ ବିଗତ। ଏ ବିଗତର ଗନ୍ଧରେ ବାସ୍ତୁହରା ବସ୍ତୁର ଗୁଣ ଆଘ୍ରାଣ କରେ, ସୃଷ୍ଟିର ସୌରଭକୁ ଉପଭୋଗ କରେ। ନିଜର ଛୋଟ କୁଡ଼ିଆ ଖଣ୍ଡକୁ ପୁଣି ଫେରିଆସେ ଚନ୍ଦ୍ରାବତୀ। ଆକାଶର ରେଶମୀ ଫିତାରେ ଗୁନ୍ଥା ହୋଇଥିବା ତାରାର ପୋହଳାକୁ ଲକ୍ଷ୍ୟକରେ ସେ। ଅନାଦି ଯୁଗର ଏ ତାରାର ରାଜ୍ୟ। ଏଠାରେ ଶୈଶବ କାଳ ନାହିଁ, ଯୌବନପ୍ରାପ୍ତି ନାହିଁ, ଜୀବନ ବିଜ୍ଞପ୍ତି ନାହିଁ ମୃତ୍ୟୁର ଅହମିକା ନାହି, ଏଠାରେ ଅଛି କେବଳ ଏକ ସଦୃଶ୍ୟ ଶୋଭାମୟ ପଟଳ। ଶଙ୍କିତା ହୋଇ ଚନ୍ଦ୍ରାବତୀ ସଜାଡ଼ି ନିଏ ନିଜକୁ। କାଳପୁରୁଷ ନକ୍ଷତ୍ରର ଲାଲ ଜ୍ୱତି ଗ୍ରାସ କରିବାକୁ ବସେ ଚନ୍ଦ୍ରାବତୀର ନାରୀତ୍ୱ। ନାଁ.. ନାଁ... ଆକାଶରେ ମଧ୍ୟ ଏକ ସଂଜ୍ଞାହୀନ କାମୁକତା ରହିଛି। ଏ ଆକାଶକୁ ବିଶ୍ୱାସ କରି ହେବନି। ପୁଣି ଅଥୟ ହୋଇ ହେମକାନ୍ତର କୋଠରୀକୁ ପଶିଆସେ ଚନ୍ଦ୍ରାବତୀ। ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଯାଏ ହେମକାନ୍ତ। ''ଅସମୟରେ ପୁଣି କୁଆଡ଼େ ଆସିଲ ଚନ୍ଦ୍ରାବତୀ? '' ସ୍ଥିର ହୋଇ କାନ୍ଥକୁ ଆଉଜି ଠିଆ ହୁଏ ଚନ୍ଦ୍ରାବତୀ। ''ସତ କହନ୍ତୁ ହେମକାନ୍ତ ବାବୁ! ବୋଝବାଲାର ମୁଣ୍ଡରୁ ବୋଝ ଖଲାସ କରିବାର କଥା ମୋତେ ଶୁଣାଅଛି। ହେଲେ ଶବବାହୀ ମଡ଼ାସାଙ୍ଗିଆର କାନ୍ଧରୁ କ'ଣ କେହି ବୋଝ ଖଲାସ କରିପାରେ? '' ଆଶ୍ଚର୍ଯ୍ୟ ହୁଏ ହେମକାନ୍ତ–। ନରମ ଗଳାରେ କହେ—''ବେଳେ ବେଳେ ତୁମେ ଏମିତି କାହିଁକି ଅବୋଧ୍ୟା ହେଉଛ ଚନ୍ଦ୍ରାବତୀ? '' ହସିଉଠେ ଚନ୍ଦ୍ରାବତୀ—ନାଁ, ହେମକାନ୍ତ ବାବୁ! ମୁଁ ସତ କଥା ହିଁ କହୁଛି। ବିଗତର ପାପରୂପକ ଶବକୁ ନିଜ କାନ୍ଧରେ ବୋହି ବୋହି ମୁଁ ଚାଲିଛି। ଏ ଶବ ମୋ ନିଜର ଶବ। ମୁଁ ଯୁଗ ଯୁଗ ପାଇଁ ଜଣେ ମଡାସାଙ୍ଗିଆ। ବର୍ତ୍ତମାନର ପବିତ୍ର କଳରେ ମୋର ମାର୍ଜନା ନ ହେବା ପର୍ଯ୍ୟନ୍ତ ମୁଁ କାହାକୁ ପ୍ରତାରିତ କରିବା ଉଚିତ ନୁହେଁ। ଆଜି ମଧ୍ୟ ମୋ ଛାତିରେ ଅନେକ ନିଆଁ ଜଳୁଛି। ସେ ନିଆଁକୁ ମୁଁ ଲିଭାଇନି, ବର୍ତ୍ତମାନ ଲିଭାଇ ପାରିବିନି ମଧ୍ୟ। ମୋତେ କ୍ଷମା କରନ୍ତୁ... ମୋତେ କ୍ଷମା କରନ୍ତୁ। ହସି ହସି ଅନେକ ସମୟରେ ବେଦମ୍ ହୁଅନ୍ତି ହେମକାନ୍ତ। କଥାଟାକୁ ଉଡ଼େଇ ଦେଇ କହନ୍ତି—ମୁଁ ତୁମର ମୃତ ଶବକୁ ଭଲ ପାଏନି ଚନ୍ଦ୍ରାବତୀ। ମୁଁ ତୁମକୁ ଭଲପାଏ। ମୁଁ ତୁମର ବର୍ତ୍ତମାନକୁ ଭଲପାଏ। ଯଦି ତୁମର ବର୍ତ୍ତମାନ ନିର୍ମଳ ହୋଇପାରେ—ତେବେ ତୁମେ ମଡାସାଙ୍ଗିଆ ହେଲେ ମଧ୍ୟ ନିର୍ମଳ। କମ୍ପି ଉଠେ ଚନ୍ଦ୍ରାବତୀ... ''ନାଁ... ନାଁ ମୋର ବର୍ତ୍ତମାନ, ବିଗତଠାରୁ ଆହୁରି ଆବିଳ। ଜାଣି ଜାଣି ଯେଉଁ ପାପରୁ ଦୂରେଇ ଆସି ନ ହୁଏ—ସେ ପାପ ଅଜଣା ପାପଠାରୁ ଗୁରୁତର। ଏ ଅନ୍ତର ଭିତରେ ଅନେକ କିଛି ବର୍ତ୍ତମାନର ଅକୁହା ପାପ ରହିଛି। ସେ ପାପକୁ ପ୍ରକାଶ କଲେ ମୁଁ ମଣିଷ ହେବିନି। ମୁଁ ହେବି ପଶୁ। ମୋତେ କ୍ଷମାକର। ମୋତେ ମୁକ୍ତି ଦିଅ। ମୁଁ ମଣିଷ ନୁହେଁ.. ରିଫୁଇଜି ବାଳିକା। '' କେବଳ ଗୁମ୍ମାରି ଠିଆ ହୋଇଯାଏ ହେମକାନ୍ତ।